ସୁମି-ମା'ଙ୍କ କାନ ମୁଣ୍ଡ ଝାଁ ଝାଁ ହୋଇଯାଉଥାଏ। ସେ ସୁମିକୁ କୁଣ୍ଢାଇ ଧରି ସାନ-ଢାଗୁଆ ଘରକୁ ଗଲେ। ଟର୍ଚ୍ଚ ଖଣ୍ଡି ରାମବାବୁ ଧରି ତାଟଙ୍ଗା ହୋଇ ଚାହିଁଥାଏ। ତାଙ୍କ ମୁଣ୍ଡ ବାଳକେରାକ ଉଡ଼ିଯିବା ଉପରେ। ଅଧଘଣ୍ଟେ ଗଲା, ଘଣ୍ଟେ ଗଲା। ପବନ, ବର୍ଷା ପାଦରେ କ୍ଳାନ୍ତି ନାହିଁ। କାନ୍ଥ ଆସ୍ତେ ଆସ୍ତେ ମିଳାଇ ଯାଉଛନ୍ତି। ବାହାରର ବଢ଼ିପାଣି ପଶି ଆସୁଛି ଘର ଭିତରକୁ। ଅଟକେଇବାକୁ ରାମବାବୁଙ୍କର କ୍ଷମତା ନାହିଁ। ଗୁହାଳଟା ଭାଙ୍ଗିଯାଇ ଗୋରୁଙ୍କ ଉପରେ ପଡ଼ିଯାଇଛି। ଚିତ୍କାର କରୁଚି ନାଲି ବଳଦଟା। ଗାଈଟାର ପାଟି ଶୁଭୁ ନାହିଁ। ମରିଗଲାନି ତ? ଗୋ-ହତ୍ୟା ଅପରାଧ, ମହା ଅପରାଧ। ରକ୍ଷା ନାହିଁ! ରାମବାବୁ ଦଉଡ଼ିଲେ ଗୁହାଳକୁ। ନାଲି ବଳଦର ପିଠି ଉପରୁ ବରଡ଼ା ତାଟିଟା ଓ ଚାଳ ଖଣ୍ଡିକ ଉଠାଇବାର ଚେଷ୍ଟା କଲେ। ଏକା ପାରିବା କେବେ କ'ଣ ସମ୍ଭବ-? ଅଧଘଣ୍ଟାଏ ଲାଗି ସେ ଉଠେଇଲେ ନାଲି ବଳଦକୁ। ତା' ବେକରୁ ପଘା ଫିଟେଇଦେଲେ-। ଯା, ଯା, ତୁ ଯା, ତୋ ବାଟ ତୁ ଦେଖ। କୁଆଡ଼େ ଯିବ ସେ? ଯେତେବେଳେ ସେ ଚାହୁଁଥିଲା ମୁକ୍ତି–ସେତେବେଳେ ତୁମେ ତାକୁ ବାନ୍ଧି ରଖିଲ। ମାରି ପିଟି କାମ ଆଦାୟ କଲ। ସାମାନ୍ୟ ବୋଇତିକଖାରୁ ଫୁଲ ଦୁଇଟା ଖାଇ ଦେଲା ବୋଲି କେତେ ପାଞ୍ଚଣ ପାହାର ନ ଖାଇଛି। ଏବେ କାହିଁକି ଦେଉଚ ମୁକ୍ତି। ସବୁ ତ ବନ୍ୟାରେ ପ୍ଳାବିତ–ବୋଇତିକଖାରୁ ଗଛ ନାହିଁକି, ବାଇଗଣ କିଆରୀ ନାହିଁ କି କୋଶଳା ଶାଗ ନାହିଁ। ନାଲି ବଳଦ ଯେମିତି କହୁଚି–'ତୁମେ ଆମକୁ ସମ୍ପଦରେ ରଖିଥିଲ ଯେମିତି, ବିପଦରେ ରଖିବ ବି ସେମିତି। କାମ କରାଅ ବା ନ କରାଅ। ଆମେ ଚାହୁଁ ଶୁଖିଲା ଘର, ଖାଦ୍ୟ। ଆମର ଦାବୀ, ଆମକୁ ଦିଅ। ' ବର୍ଷାରେ ତିନ୍ତି ଠିଆ ହୋଇଥିବା ନାଲି ବଳଦକୁ ଚାହିଁ ରାମ ନନ୍ଦେ ନିଜକୁ ଅପରାଦୀ ମନେ କଲେ। ଗାଈଟା ମରିଯାଇଛି। ଉଠେଇବାକୁ ଚେଷ୍ଟା କରି ସେ ବିଫଳ ହେଲେ। ରାମବାବୁ ଫେରିଲେ। ବିନା ଡାକରାରେ, ବିନା ପଘାରେ ବି ଦୁଷ୍ଟ ନାଲି ବଳଦଟା ଶାନ୍ତ ହୋଇ ତାଙ୍କ ପଛେ ପଛେ ଆସୁଥାଏ। ରାମ ନନ୍ଦେ ନାଲିକୁ ନେଇ ରଖିବେ କେଉଁଠି? ଦାଣ୍ଡଘର ମେଲାକୁ ନେଇଗଲେ, ତାହା ବି ନିରାପଦ ନୁହେଁ। ଘଳ ଘଳ ହୋଇ ପାଣି ପଶି ଆସୁଚି। ନାଲି ବଳଦ ସେଇ ପାଣିରେ ଠିଆ ହେଲା। ନନ୍ଦେ ସାନ-ଢାଗୁଆ ଘରକୁ ଟର୍ଚ୍ଚ ମାରି ମାରି ଫେରିଲେ। ଉପରେ ବର୍ଷା, ତଳେ ବନ୍ୟା। ସେମାନେ ଆଗରୁ ମନ୍ତ୍ରଣା କରି ଏକତାବଦ୍ଧ ଭାବରେ ନନ୍ଦଙ୍କ ଉପରେ ଦାଉ ସାଧୁଛନ୍ତି ଯେମିତି! ସବୁଆଡ଼ୁ ଟେଳା ଟେଳା ହୋଇ କାନ୍ଥ ଶୋଇବା ପଡ଼ିବା ଆରମ୍ଭ କରିଛି। ଖାଲି କାଠ ଖୁଣ୍ଟଗୁଡାକ କେତେ ସମୟ ବା ସମ୍ଭାଳିବ? ଛପରର ଓଜନ ବି କମ୍ ନୁହେଁ। ମୋଟା ମୋଟା କାଠର ଭାରା, ଶେଣି ଲଗା ହୋଇଛି। ଆଟୁଘର ଆଟୁ ଫାଟି ପାଣି ଗଳୁଛି। ପୁଳା ପୁଳା ମାଟି ଖସୁଛି। ରାମାନନ୍ଦେ ଛାତ ତଳକୁ ଟର୍ଚ୍ଚ ମାରିଲେ। ସମୁଦାୟ ଆଟୁଟା ହେଇ ପଡ଼ିବ ଆଖିରେ ଚାହିଁଛି। ଆଉ ରହି ହେବ ନାହିଁ। ସେ ସୁମିକୁ କୁଣ୍ଢାଇ, ସୁମି ମା'ଙ୍କ ହାତ ଧରି ଭୂତ ଲାଗିଲା ଭଳି ବାହାରି ପଡ଼ିଲେ ପଦାକୁ। ପଛେ ପଛେ ଆଟୁଘରଟା ଶୋଇ ପଡ଼ିଲା କଞ୍ଚା ଗଛ କାଟିଲା ପରି, ଭୂମିକମ୍ପର ଶବ୍ଦ ଭଳି ହେଲା। ସେଇ ଶବ୍ଦରେ ଦାଣ୍ଡ ମେଲାଟା ଶୋଇ ପଡ଼ିଲା। ନନ୍ଦେ ଆତ୍ମରକ୍ଷା ଉପାୟରେ ଅସ୍ଥିର ହୋଇ ନାଲିବଳଦର ଅବସ୍ଥା ସମ୍ପର୍କରେ ଚିନ୍ତା କରିପାରିଲେ ନାହିଁ। ଭଗ୍ନ-ପଞ୍ଜର ଗୃହ, ଫଣା ଟେକି ବଢ଼ିପାଣି ପଶି ଯାଉଚି ତା' ଉପର ଭିତର ସନ୍ଧିକୁ। କୁଟାଖିଏ ବି ଉଦ୍ଧାର କରା ହୋଇ ପାରିଲା ନାଇଁ। ଉପରୁ କୁଢ଼େଇ ହୋଇ ପଡ଼ୁଚି ଆକାଶର ଅଭିଶାପ। ଛତା ବୋଲି ଖଣ୍ଡେ। ସୁମି-ମା ଓ ସୁମି ଛତା ଭିତରେ ବାଳ ନ ତିନ୍ତେଇବାର ଚେଷ୍ଟା କଲେ। ରାମ ନନ୍ଦେ ପୂରା ଓଦା। ବାସୁକୀ ନାଗର ସୁ ସୁ ନିଃଶ୍ୱାସରେ କାନମୁଣ୍ଡ ଝାଁ ଝାଁ। ବାପା-ମାଙ୍କ ନିକଟରେ ନ ଥିଲେ ସୁମି ନିଶ୍ଚୟ ଉଡ଼ି ଯାଇଥାନ୍ତା। ଦୁର୍ଗ ଟଳି ପଡ଼ିଛି ଏକ ଚିରନ୍ତନ ଶତ୍ରୁର ଆକ୍ରମଣର ବାତ୍ୟାରେ। ରାଜା, ରାଣୀ, ରାଜଜେମା ବାହାରେ। ନିଜର ମଖମଲି ଉଆସର ସ୍ୱପ୍ନ ଆଉ ନାହିଁ। ରହି ରହି ଦାନ୍ତ ଦେଖାଉଛି ବିଜୁଳି।